' 'କିନ୍ତୁ କାହିଁକି? ' 'ବେଶ୍, ଆପଣ ଯଦି ଜାଣିବାକୁ ଚାହୁଁଛନ୍ତି, ତାର କାରଣ ଜଣାଇବାରେ ଆପତ୍ତି ନାହିଁ। ଏହା ଅତି ନିଶ୍ଚିତ ଯେ ଅନନ୍ତ ଦାସ ତାଙ୍କର ନିଜ ଅର୍ଦ୍ଧେକ ସଂପତ୍ତିର ଏକତୃତୀୟାଂଶ ଜୟନ୍ତୀ ମହାପାତ୍ର ନାମରେ ଉଇଲ୍ କରିଦେବାକୁ ଆଡ଼୍ଭୋକେଟ ଅମ୍ବରୀଶବାବୁଙ୍କ ସହିତ ପରାମର୍ଶ କରିଥିଲେ, ଯୋଉ ଅଂଶ ଭିତରେ ପୂର୍ବୋକ୍ତ କାରଣବଶତଃ ସେ ତାଙ୍କ ନିଷ୍ପତ୍ତି ପୁଣି ସ୍ଥଗିତ ରଖିଥିଲେ। ଆଉ ପରେ ମଧ୍ୟ ତାଙ୍କର ନିଷ୍ପତ୍ତି କାୟମ ରହିବାର ସୂଚନା ଥିଲା। ଏଇ ସମ୍ବାଦ ଯେତେବେଳେ ମିସେସ ପାତ୍ର ଜାଣିଲେ ସେତେବେଳେ ବିବ୍ରତ ହେଇପଡ଼ିଲେ। କାରଣ ଅନନ୍ତ ଦାସ ତାଙ୍କ ଜୀବିତାବସ୍ଥାରେ ଯଦି ସମ୍ପତ୍ତିଗୁଡ଼ିକୁ ଜୟନ୍ତୀ ମହାପାତ୍ରକୁ ଦେଇଯାଆନ୍ତି ତା'ହେଲେ ତା ପାଖରୁ ନିର୍ଦ୍ଦିଷ୍ଟ ସଂପତ୍ତି ମିଳିବାର ଅବକାଶ ନ ଥିଲା। ସେଇଥିପାଇଁ ସ୍ନେହ ହୁଏତ ଭାବିଥିଲେ ଅନନ୍ତ ଦାସ ଉଇଲ ସଂପନ୍ନ କରିଦେବା ଆଗରୁ ଯଦି କୌଣସିପ୍ରକାରେ ତାଙ୍କୁ ଦୂରେଇଦିଆଯାଏ, ତା'ହେଲେ ଭବିଷ୍ୟତରେ ସେତକ ପାଇବାରେ ଆଉ କୌଣସି ପ୍ରତିବନ୍ଧକ ରହିବ ନାହିଁ। ତେଣୁ ସେ କିପରି ଭାବରେ ତାଙ୍କର ଉଦ୍ଦେଶ୍ୟ ପୂରଣ କରିବେ, ଆଉ ଅନ୍ୟମାନଙ୍କର ତାଙ୍କ ପ୍ରତି ସନ୍ଦେହ ଆସିବ ନାହିଁ, ଏହା ଚିନ୍ତା କରିବାରେ ଲାଗିଲେ। ଅବଶେଷରେ ଜୟନ୍ତୀ ମହାପାତ୍ରର ଶୟନକକ୍ଷ ଭିତରୁ ସେ ସାୟାନାଇଡ଼୍ ଅପହରଣ କରିନେଲେ। ତାହା କିପରି ଓ କାହିଁକି, ମୁଁ ଆପଣମାନଙ୍କୁ ପୂର୍ବରୁ କହିଯାଇଛି। ଆପଣମାନେ ସମସ୍ତେ ସ୍ୱୀକାର କରିଛନ୍ତି ଯେ ମାଳିନୀ ଦେବୀଙ୍କ ସହିତ ପାଣି ଆଣିବାକୁ ଉପରକୁ ଯାଇ ସେ କିଛି ସମୟ ଭିତରେ ରହିଯାଇଥିଲେ। ସେଇ ସମୟ ଭିତରେ ସାଇନାୟଡ଼୍ ଟେବଲେଟ ମିଶିର ପାଣିରେ ପକାଇଦେଇଥିଲେ, ଆଉ ନିର୍ବିଘ୍ନରେ ପୁଣି ଆପଣମାନଙ୍କ ସହ ସାମିଲ ହୋଇଯାଇଥିଲେ। 'କେବଳ ଅନୁମାନକୁ ଭିତ୍ତି କରି ଏହା କୁହାଯାଉନାହିଁ। ପୋଟାସିୟମ ସାଇନାୟଡ଼ର ଅବଶିଷ୍ଟ ଟେବଲେଟ ଥିବା ଯୋଉ କାଚ ବୋତଲଟି ପାଣିରୁ ପୋଲିସ ଉଦ୍ଧାର କରିଥିଲେ, ତା ଭିତରେ ଦୁଇଟି ଟେବଲେଟରୁ ଫିଙ୍ଗର ପ୍ରିଣ୍ଟ ମିଳିଛି। ଆଉ ସେଇ ଟ୍ୟାବଲେଟ ଗୋଟିଏ ତାଙ୍କ ଟ୍ରଙ୍କରୁ ଉଦ୍ଧାର କରାଯାଇଛି। ସେଇ ଟ୍ୟାବଲେଟଟି ସେ ଯେ କାହିଁକି ରଖିଥିଲେ ତାହା ମଧ୍ୟ ଆମ ଜ୍ଞାନର ବାହାରେ ରହିଛି। 'ଏସବୁ ବ୍ୟତୀତ ଆପଣମାନେ ଯେତେବେଳେ ଅନନ୍ତ ଦାସଙ୍କର ଚିତ୍କାର ଶୁଣିଲେ, ଆପଣମାନଙ୍କ ପୂର୍ବରୁ ମିସେସ ପାତ୍ର କ୍ଷିପ୍ର ବେଗରେ ଉପରକୁ ଯାଇଥିବାର ଆପଣମାନେ ବର୍ଣ୍ଣନା କରିଛନ୍ତି। ଆଉ ମଧ୍ୟ ପୋଲିସ ନିକଟରେ ସାକ୍ଷ୍ୟ ଦେଇଛନ୍ତି ଯେ ଆପଣମାନେ ସେ କୋଠରିରେ ପ୍ରବେଶ କରୁ କରୁ ସ୍ୱୟଂ ସ୍ନେହଲତା ବାହାରକୁ ଏକ ଭଙ୍ଗା କାଚଗ୍ଳାସ ଫିଙ୍ଗିଦେଇଥିବାର ଦେଖିଛନ୍ତି-। କେବଳ ସେତିକି ନୁହେଁ, ତଳେ ପଡ଼ିଥିବା ପାଣିଗୁଡ଼ିକ ମଧ୍ୟ ସେ ନିଜ ପଣତରେ ପୋଛିଥିଲେ ବୋଲି ଆପଣମାନେ ସ୍ୱୀକାର କରିଛନ୍ତି। ତେଣୁ ଆପଣମାନଙ୍କ ପ୍ରମାଣ ଉପରେ ନିର୍ଭର କରି ଯାହା ଜଣାଯାଏ, କାହାରି ମନରେ କୌଣସି ସନ୍ଦେହ ନ ଆସିବା ପାଇଁ ଏସବୁ କାମ କ୍ଷିପ୍ରତାର ସହ ସେ ଶେଷ କରିଥିଲେ। ତା ସଙ୍ଗେ ସଙ୍ଗେ ପୋଟାସିଅମ ସାଇନାଇଡ଼୍ଥିବା ସେଇ ବୋତଲଟି ସେ ପାଣିକୁ ଫୋପାଡ଼ିଦେଇଥିଲେ। 'କେବଳ ସେତିକି ନୁହେଁ, ଜୟନ୍ତୀ ମହାପାତ୍ର କାଳେ ସେଇ ଟେବଲେଟ ଖୋଜିଲେ ତା'ମନରେ ସନ୍ଦେହ ଆସିପାରେ, ସେଥିପାଇଁ ଠିକ ସମାନ ବୋତଲରେ ଥିବା ମିଶ୍ରିଖଣ୍ଡ ପୂର୍ବ ସ୍ଥାନରେ ଅବସ୍ଥାପିତ କରିଥିଲେ। ପରେ ଜୟନ୍ତୀ ତାହା ପାଇ ପୋଖରୀକୁ ଫୋପାଡ଼ିଦେଇଥିଲା। 'ଆହୁରି ମଧ୍ୟ ଆପଣମାନେ ଶୁଣିଲେ ଆଶ୍ଚର୍ଯ୍ୟ ହେବେ, ଜୟନ୍ତୀ ମହାପାତ୍ର ଯେତେବେଳେ ଭାବିଲା ଯେ ସେ ଭୁଲରେ ହୁଏତ ମିଶ୍ରିଖଣ୍ଡ ଭାବି